ଆପଣଙ୍କ ସମସ୍ତ ବାର୍ତ୍ତା ଏବେ ମଧ୍ୟ ଆପଣଙ୍କ ଦୂରଭାଷା ଯନ୍ତ୍ରରେ ଅଛି। ହ୍ୱାଟ୍ସଆପ ୱେବ୍ ମାଧ୍ୟମରେ ଆମେ ନିଜର ଦୂରଭାଷା ଯନ୍ତ୍ରରେ ପୂର୍ବରୁ ନିର୍ମିତ ହ୍ୱାଟ୍ସଆପ ଖାତାକୁ ନିଜର କମ୍ପ୍ୟୁଟରର ୱେବ ବ୍ରାଉଜରରେ ଦେଖିପାରିବା। ଏହାଦ୍ୱାରା ଆମେ ନିଜର ହ୍ୱାଟ୍ସଆପ ଖାତାକୁ କମ୍ପ୍ୟୁଟରରେ ଚଳାଇପାରିବା ଏବଂ ତାର ଲାଭ ନେଇପାରିବା। ହ୍ୱାଟ୍ସଆପ ୱେବ୍ କମ୍ପ୍ୟୁଟରରେ ଅନେକ ୱେବ୍ ବ୍ରାଉଜରେ ପରିଚାଳିତ ହୋଇପାରୁଛି କିନ୍ତୁ ଏହି ସୁବିଧା ମାଇକ୍ରୋସଫ୍ଟ୍ ଇଣ୍ଟରନେଟ ଏକ୍ସପ୍ଲୋରର୍ ନାମକ ଏକ ୱେବ୍ ବ୍ରାଉଜରରେ ପରିଚାଳିତ ହେଉନାହିଁ। ଜାନୁଆରୀ ଏକୋଇଶ ଦୁଇ ହଜାର ପନ୍ଦର ସୁଦ୍ଧା ହ୍ୱାଟ୍ସଆପ ୱେବ୍ ସେବା ଆଣ୍ଡ୍ରଏଡ୍ ଓ୍ବିଣ୍ଡୋଜ୍ ଏବଂ ବ୍ଲାକବେରୀ ବ୍ୟବହାରକାରୀ ମଧ୍ୟରେ ସୀମିତ ଥିଲା। କିନ୍ତୁ ପରବର୍ତ୍ତୀ କାଳରେ ଏହା ଆଇ. ଓ. ଏସ୍ ନୋକିଆ ଏସ୍ ଚାଳିଶ ଏବଂ ନୋକିଆ ଏସ୍ ଷାଠିଏ ବ୍ୟବହାରକାରୀଙ୍କ ପାଖରେ ମଧ୍ୟ ଉପଲବ୍ଧ ହୋଇପାରିଛି। ଏହାର ଏକ ନୂତନ ରୂପ ହ୍ୱାଟ୍ସଆପ ଟାଇମ୍ ବେସରକାରୀ ଭାବରେ ନିର୍ମିତ ହୋଇଛି। ଏହା ଏକ ସାଧାରଣ ଓ୍ବିନ୍ ବତିଶ ଆପ୍ଲିକେସନ୍ ଯାହା କମ୍ପ୍ୟୁଟରରେ ପରିଚାଳିତ ହେବ। ଏହା ବ୍ୟତିତ ଏହାର ଅଫିସିଆଲ ଉଇଣ୍ଡୋଜ ଆପ୍ଲିକସନ ମଧ୍ୟ ଉପଲବଦ୍ଧ ହୋଇଗଲାଣି। ଅକ୍ଟୋବର ଦୁଇ ହଜାର ଷୋହଳ ମସିହାରେ ହ୍ୱାଟ୍ସଆପ ନିଜର ବହୁ ଚର୍ଚିତ ଭିଡିଓ କଲ ବ୍ୟବସ୍ଥାଟି ପ୍ରଥମଥର ପାଇଁ ନିଜର ବିଟା ବ୍ୟବହାରକାରୀଙ୍କ ପାଇଁ ଆଣି ଦେଇଥିଲା। ଏହି ଭିଡିଓ କଲ ବ୍ୟବହାର କରି ବ୍ୟବହାରକାରୀ ନିଜ ବନ୍ଧୁ ମାନଙ୍କ ସହିତ ଭିଡିଓ ମାଧ୍ୟମରେ ବାର୍ତ୍ତାଳାପ ମଧ୍ୟ କରିପାରିବ। ପ୍ରଥମ କରି ଏହି ବ୍ୟବସ୍ଥାଟି ଉଇନ୍ ଡୋଜ୍ ଫୋନରେ ଆସିଥିଲା ଏବଂ ଦୁଇ ଦିନ ମଧ୍ୟରେ ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଖରେ ପହଞ୍ଚିଥିଲା। ମେ ମାସରେ ପ୍ରଥମ ଥର ପାଇଁ ହ୍ୱାଟ୍ସଆପରେ କ୍ରିପ୍ଟୋଗ୍ରାଫିର ବ୍ୟବହାର କରାଯାଇଥିଲା। ଏହି ପ୍ରଦ୍ଧତିକୁ ଏନ୍କ୍ରିପସନ୍ ବୋଲି ମଧ୍ୟ କୁହାଯାଏ। ଏହାର ବ୍ୟବହାର ଫଳରେ ଏହି ଅପ ମାଧ୍ୟମରେ ହୋଇଥିବା କଥା ବାର୍ତ୍ତା କେବଳ ବାର୍ତ୍ତାଳାପକାରୀଙ୍କ ମଧ୍ୟରେ ରହିଥାଏ। ହ୍ୱାଟ୍ସଆପର ଏହି ଏନ୍କ୍ରିପସନ୍ ପାଇଁ ସିଗନାଲ ପ୍ରୋଟୋକଲର ବ୍ୟବହାର ହୋଇଅଛି। ଏହି ପଦ୍ଧତିରେ ପ୍ରତ୍ୟେକ ବାର୍ତ୍ତାଳାପରେ ବ୍ୟବହାରକାରୀଙ୍କର ନିଜର ଏକକୀ ଉତ୍ପତ୍ତି ହୋଇଥାଏ। ଏବଂ ସେହି ବାର୍ତ୍ତାକୁ ବ୍ୟବହାରକରି ହିଁ ପଢି ହୁଏ। ହ୍ୱାଟ୍ସଆପରେ ବ୍ୟବହୃତ ପ୍ରୋଗ୍ରାମ କୁଶଳୀ ଦୂରଭାଷା ଯନ୍ତ୍ରରେ ଥିବା ଠିକଣା ତାଲିକାରୁ ସ୍ୱୟଂଚାଳିତ ଭାବରେ ଦୂରଭାଷା ସଂଖ୍ୟା ତାର କୈନ୍ଦ୍ରିକ ଡାଟାବେଶ ସହ ତୁଳନା କରି ସେହି ଦୂରଭାଷା ସଂଖ୍ୟାକୁ ସେ ତାର କଣ୍ଟାକ୍ଟ ଠିକଣାରେ ଯୋଡି ଥାଏ। କେତେକ ଦ୍ୱୈତ ସିମ୍ ଦୂରଭାଷା ଯନ୍ତ୍ରରେ ଏହା ପରିଚାଳିତ ହୋଇ ପାରେନାହିଁ କିନ୍ତୁ ଅଧିକାଂଶ ଦୂରଭାଷା ଯନ୍ତ୍ରମାନଙ୍କରେ ଏହା ଠିକ ଭାବରେ ପରିଚାଳିତ ହେଉଅଛି। ଜାନୁଆରୀ ଦୁଇ ହଜାର ପନ୍ଦର ମସିହାରେ ହ୍ୱାଟ୍ସଆପ ତାର ଏକ ନୂତନ ରୂପକୁ ଦେଖିବାକୁ ମିଳିଥିଲା। ଏହା ଥିଲା ତାର କଥା କହିବା ସୁବିଧା ଦେବାର ରୂପ ଏବଂ ଏହା ବହୁତ ପ୍ରସିଦ୍ଧି ମଧ୍ୟ ଲାଭ କଲା। ମଲ୍ଟି ମିଡିଆ ବାର୍ତ୍ତା ପଠାଇଲେ ସେ ଛବି ବା ଭିଡିଓଟି ପ୍ରଥମେ ଏକ ଏଚଟିଟିପି ପହଞ୍ଚିଥାଏ ଏବଂ ତାପରେ ସେହି ଛବି ବା ବାର୍ତ୍ତାରର ଏକ ଲିଙ୍କ ଏବଂ ଥମ୍ବନେଲଟି ଅନ୍ୟ ଦୂରଭାଷା ଯନ୍ତ୍ରକୁ ପହଞ୍ଚିଥାଏ। ତାହା ସେହି ଆକାରରେ ରହିପାରିବ ବା ଯଦି ଆମେ ଚାହିଁବା ତେବେ ତାକୁ ଡାଉନଲୋଡ କରି ମଧ୍ୟ ଦେଖି ପାରିବା। ଦୁଇ ଜଣ ବା ତା ଠାରୁ ଅଧିକ ବ୍ୟବହାରକାରୀଙ୍କ ପାଖକୁ ଏକାସହିତ ବାର୍ତ୍ତା ପଠେଇବାପାଇଁ ହ୍ୱାଟ୍ସଆପ ସାଇତିବା ଓ ପ୍ରେରଣ କରିବା କୌଶଳର ସାହାଯ୍ୟ ନେଇଥାଏ। ଏହି ବାର୍ତ୍ତା ପ୍ରଥମେ ହ୍ୱାଟ୍ସଆପର ସର୍ଭରକୁ ଯାଏ ଓ ତା ପରେ ଅନ୍ୟ ଦୂରଭାଷା ଯନ୍ତ୍ରକୁ ପହଞ୍ଚିଥାଏ। ହ୍ୱାଟ୍ସଆପ ଏସିଆର ଅନେକ ପ୍ରସିଦ୍ଧ ବାର୍ତ୍ତା ପ୍ରେରଣ ସେବା ପ୍ରଦାନ କରୁଥିବା ଆପ୍ ଯେପରି ଉଇ ଚାଟ୍ ଭାଇବର୍ ଲାଇନ ଭଳି ସଂସ୍ଥାମାନଙ୍କ ସହ ପ୍ରତିଯୋଗିତା କରିଆସୁଛି। ଏହା ସହିତ ହ୍ୱାଟ୍ସଆପର କଥା ହେବା ସେବା ବହୁତ ଲୋକପ୍ରିୟ ହୋଇଛି।